ବିଶେଷତଃ ଯେଉଁଠି ଯେଉଁ ଉଦ୍ୟମ କରା ହେଉଛି ସେଠିକାର ଲୋକେ ସେ ଉଦ୍ୟମରେ ବେଶି ଅଂଶ ଗ୍ରହଣ କରିବାପାଇଁ ଦାବି ନ୍ୟାୟସଙ୍ଗତ। ପୃଥିବୀରେ ଦେଶର ସ୍ୱାର୍ଥ ଯେପରି ସଂରକ୍ଷଣ କରାହୁଏ, ଦେଶ ଭିତରେ ପ୍ରଦେଶର ସ୍ୱାର୍ଥ ସେହିପରି ସଂରକ୍ଷଣ କରିବାକୁ ହେବ ଓ ପ୍ରଦେଶ ଭିତରେ ବିଭିନ୍ନ ଅଞ୍ଚଳର ସ୍ୱାର୍ଥ ପ୍ରତି ସେହିପରି ଦୃଷ୍ଟି ଦେବାକୁ ହେବ। ଏଥିରେ ବ୍ୟତିକ୍ରମ ହେଲେ କେବଳ ବିକ୍ଷୋଭ ନୁହେଁ, ଆହୁରି ବେଶି ହେବାର ସମ୍ଭାବନା ଅଛି। କାମ ନ ପାଉଥିବା ଲୋକଙ୍କୁ ଆଶ୍ୱାସନା ବାଣୀ ହେବାର ସମ୍ଭାବନା ଅଛି। କାମ ନ ପାଉଥିବା ଲୋକଙ୍କୁ ଆଶ୍ୱାସନା ବାଣୀ ନ ଶୁଣାଇ ଉପମନ୍ତ୍ରୀ ମହାଶୟ ଜାତୀୟତାର ବାଣୀ ଶୁଣାଇଲେ, ସେଥିରେ ସେ ନିଜେ ବିଶ୍ୱାସ କରନ୍ତି ତ? ସେଥିରେ କେନ୍ଦ୍ରର ମନ୍ତ୍ରୀମଣ୍ଡଳ ବିଶ୍ୱାସ କରନ୍ତି ତ? କେହି ସେଥିରେ ବିଶ୍ୱାସ କରୁନାହାନ୍ତି। ବିଶ୍ୱାସ କରୁଥିଲେ ସବୁ ପ୍ରଦେଶକୁ ଭାରତର ଅଙ୍ଗ ବୋଲି ମନେ କରି ସେମାନେ ଯତ୍ନ ନେଉଥାନ୍ତେ ଓ ଯେଉଁ ପ୍ରଦେଶ ଅପେକ୍ଷାକୃତ ପଛରେ ପଡ଼ିଛି, ସେ ପ୍ରଦେଶକୁ ଶରୀରର ଏକ ଦୁର୍ବଳ ଅଙ୍ଗ ବୋଲି ମନେକରି ତା'ର ବିଶେଷ ଯତ୍ନ ନେଉଥାନ୍ତେ। ତାହା ହେଉନାହିଁ। ଆଜି ଭାରତ କହିଲେ ରାଜନୀତି କ୍ଷେତ୍ରରେ ବୁଝାଉଛି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ମାନ୍ଦ୍ରାଜ; ଅର୍ଥନୀତି କ୍ଷେତ୍ରରେ ବମ୍ବେ, ମାନ୍ଦ୍ରାଜ, କଲିକତା ଓ ଦିଲ୍ଲୀ ତ ଅନୁଗ୍ରହଦାନ କ୍ଷେତ୍ରରେ ବୁଝାଉଛି ଦିଲ୍ଲୀର ଆଖପାଖ ଓ ସେଇଠି ଯେଉଁମାନେ ମୁଣ୍ଡିଆ ମାରି ବୁଲୁଛନ୍ତି। ଏପରି ସ୍ଥଳେ ସୁନାବେଡ଼ାରେ ଉପମନ୍ତ୍ରୀଙ୍କ ବକ୍ତୃତା ଚିନ୍ତାଶୂନ୍ୟ, ଦୁର୍ଭାଗ୍ୟଜନକ ଓ ବିକ୍ଷୋଭ ପ୍ରଦର୍ଶନ ଯୁକ୍ତିଯୁକ୍ତ। ମାତ୍ର କୌଣସି ଅବସ୍ଥାରେ ହିଂସାର ଆଶ୍ରୟନେବା ଅନ୍ୟାୟ। ଅହିଂସାତ୍ମକ ଭାବରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇପାରେ ଓ ବିକ୍ଷୋଭ ମଧ୍ୟ ବଳବତ୍ତର ଭାବରେ କରା ଯାଇପାରେ-। ସେଥିପାଇଁ ସଙ୍ଗଠନ ଓ ନେତୃତ୍ୱ ଆବଶ୍ୟକ। ଦେଶର ବିଭିନ୍ନ ସମସ୍ୟା ଦରକାର କରୁଛି-। ଅହିଂସାତ୍ମକ ଆନ୍ଦୋଳନ ପାଇଁ ସଙ୍ଗଠନ ନେତୃତ୍ୱ ସେ ଦିଗରେ ମନ ନ ଦେଇ କାହାର ଗାଡ଼ି ଅଟକାଇ, କାହା ଦୁଆରେ ତମ୍ବୁ ଟାଣି ବସି ବା କାହା ଉପରକୁ ଟେକା ଫୋପାଡ଼ି ଯେପରି ବିକ୍ଷୋଭ ପ୍ରଦର୍ଶନ କରାହେଉଛି, ସେଥିରେ ଉଦ୍ଦେଶ୍ୟ ତ କେବେ ସିଦ୍ଧ ହେବାର ନୁହେଁ, ବରଂ ସେଥିରେ ଉଦ୍ଦେଶ୍ୟ ସିଦ୍ଧି ବ୍ୟାହତ ହେଉଛି। ମନେ ହେଉଛି ଉପମନ୍ତ୍ରୀ ମିଶ୍ର ସରକାରୀ ନୀତି ବିଷୟରେ ଭାରପ୍ରାପ୍ତ ହୋଇ କିଛି କହିବାପାଇଁ ଆସି ନଥିଲେ। ସେ ବୋଧହୁଏ ମନେକଲେ, ସେ ଏକ ନିର୍ବାଚନ ସଭାରେ ବକ୍ତୃତା ଦେଉଛନ୍ତି। ସେପରି ବକ୍ତୃତା ଦେବାର ଥିଲେ ସେ ତାଙ୍କ ପ୍ରଦେଶ ବିହାରରେ ବର୍ତ୍ତମାନ ବୁଲୁଥାନ୍ତେ-। ସେଠି ବୋଧହୁଏ ତାଙ୍କର ସ୍ଥାନ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ କାର୍ଯ୍ୟକୁ ଅଳ୍ପ ଜ୍ଞାନବିଶିଷ୍ଟ ମନ୍ତ୍ରୀ ବା ଉପମନ୍ତ୍ରୀ ପଠାଇବା ଉଚିତ ନୁହେଁ। ସୋମବାର କଥା ନୁହେଁ କାର୍ଯ୍ୟ ଏବର୍ଷ ପାଇଁ ଶ୍ରୀ ଅରବିନ୍ଦ ଆଶ୍ରମରୁ ଶ୍ରୀମା ଯେଉଁ ସନ୍ଦେଶ ଶୁଣାଇଛନ୍ତି ତାହା ହେଉଛି ''କଥା ନୁହେଁ, କାର୍ଯ୍ୟ। '' ଏତିକି ମାତ୍ର, ଏ ଯେ କିଛି ନୂତନ କଥା ତାହା ନୁହେଁ। ପରାମର୍ଶଠାରୁ କାର୍ଯ୍ୟ ବହୁ ଗୁଣରେ ଶ୍ରେୟସ୍କର ବୋଲି ପ୍ରାୟ ପ୍ରତ୍ୟେକ ଭାଷାରେ ପ୍ରବାଦ ଅଛି। କାର୍ଯ୍ୟ ନ କରି କେବଳ ଉପଦେଶ ଦେବାକୁ 'ପରୋପଦେଶେ ପାଣ୍ଡିତ୍ୟଂ' ବୋଲି ନୀତି ଶାସ୍ତ୍ରରେ ଉପହାସ କରାଯାଇଛି; କିନ୍ତୁ କ୍ରମେ ଏତେ କଥା ଏ ଦେଶରେ ଚାଲିଲାଣି ଯେ ଓ ତଦନୁପାତରେ କାର୍ଯ୍ୟ ଏତେ କମ ହୋଇଗଲାଣି ଯେ